କହିଲେ କାଲି ଦିନସାରା ଏଇ ଦମ୍ଭ ନେଇ ନକାନ୍ଦି ଘରସାରା ପ୍ରେତନୀ ପରି ଘୂରି ବୁଲିଲୁ? କେଡ଼େ ବୁଦ୍ଧିଆ ଲୋ ତୁ। କି କାଳନିଦ ଆସିଲା ମୋତେ! ଝିଅଟି ବି ରାତିସାରା ଟିକିଏ ହେଲେ କାନ୍ଦିଲାନି ! ତୋରି ପରି କାଠୋଇ ହେବ ଲୋ ସେ।ତା'ପରେ, ସେଇ ଟିକେ ମୌସୁମୀକୁ ଶାଶୂ ଦେଇଗଲେ ଶ୍ୱଶୁରଙ୍କ ହାତରେ, ଶ୍ୱଶୁର ତୋଳିଦେଲେ ମୋରି ହାତକୁ। କହିଲେ ମାଆ, ଏଇ ଅଭାଗୀ ଝିଅଟିକୁ ମୋରି ତୁମରି ହାତରେ ତୋଳିଦେଲି। ନଣନ୍ଦ ନୁହେଁ ଝିଅ ବୋଲି ମଣିବ। ତା'ର ସବୁ ଭଲମନ୍ଦ ଭାର ତୁମରି ହାତରେ ନ୍ୟସ୍ତ କଲି। ବଡ଼ ଦୁଃଖୀ ଝିଅଟି।ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ମୌସୁମୀକୁ ତୋଳିନେଲି, ନେଇ ଛାତିରେ ଲଗାଇଲି। ସେ ମୋର ମୌସୁମୀ। କୋଟିକରେ ଗୋଟିଏ, ନଣନ୍ଦ ନୁହେଁ ସେ ମୋର ଝିଅ। ଭଲ ପାତ୍ରଟିଏ ପାଇବାକୁ କେତେ ଠାକୁରଙ୍କୁ ଡାକିଛି। ଡାକ୍ତରବାବୁ ମୋ ମନକୁ ପାଇଛନ୍ତି, ମୋର ବିଶ୍ୱାସ ତୁମ କଥା ସେ ଶୁଣିବେ।ଭଲକଥା। ମା, ତୁ ଗୋଟିଏ କାମ କର୍। ତାଙ୍କ ଘରୁକୁ ଯାଇ ବୁଲି ମା'ଙ୍କୁ ସେକଥା କହ। ଆଉ ସୂର୍ଯ୍ୟକାନ୍ତ ତ ଆସିବେ। ତୁ ଲେଖିଦେ ମୌସୁମୀକୁ ସେ ସାଙ୍ଗରେ ଆଣନ୍ତୁ। କ'ଣ ଭଲ କହୁନି? ହଁ ବାପା। ଯାହା ତୁମେ କହୁଛ ସେଇଆ କରିବି। ମୌସୁମୀକୁ ଏଠିକି ନେଇଆସିବ। ମୋର ବିଶ୍ୱାସ ସେମାନେ ଅରାଜି ହେବେନି। ମୌସୁମୀ ମୋର ଏକାଧାରରେ ଗୁଣରେ ଲକ୍ଷ୍ମୀ, ରୂପରେ ସରସ୍ୱତୀ। ବାପା ବହୁତ ରାତି ହେଲା। ଏଇ ଔଷଧ ଟିକିଏ ଖାଇ ଶୋଇପଡ଼। କାଲି ଯିବା, ତୁମେ ସୁସ୍ଥ ଥାଅ, ତାହାହେଲେ ଟିକେ କେଦାରଗୌରୀ ଆଡ଼େ ବୁଲିଯିବା।ମୋତେ ବହୁତ ସୁସ୍ଥ ଲାଗୁଚି ମା'। କାଲି ନିଶ୍ଚୟ ତୋ ସାଙ୍ଗରେ ଯିବି।ବାପା, ମୁଁ ଏଥର ଯାଏ?ହଁ ମା', ଯା। ମୋତେ ବି ନିଦ ଲାଗୁଛି। ତୋ ଖୁଡ଼ୀଶାଶୂଙ୍କ କଥା ମୋତେ ଅଭିଭୂତ କରିଛି। ତାଙ୍କର ପୂର୍ଣ୍ଣ ଚରିତ୍ର କଥା ଭାବି ଆଜି ପରମ ଆନନ୍ଦରେ ଶୋଇପଡ଼ିବି।ବାପଘରକୁ ଆସି ଟିକିଏ କୁଆଡ଼େ ବିଶ୍ରାମ ନିଅନ୍ତୁ ନା। ବୁଢ଼ା ପୁଅଟି ପାଇଁ ଖଟି ଖଟି ସାରା ହେଲୁ।ସ୍ତ୍ରୀ ଲୋକଙ୍କୁ ବିଶ୍ରାମ ଶୋଭାପାଏନି ବାପା, କର୍ମ ଭିତରେ ଆମେ ଆମକୁ ଅନୁଭବ କରୁ। ତା ଯେଉଁଠି ନ କରିପାରୁ, ସେଠି ନିଜକୁ ଅବାଞ୍ଛିତା, ଅବଳେହିତା ମନେକରୁ। ଜୀବନ ସାର୍ଥକ ହୁଏ ଆମର ପିତା, ପୁତ୍ର, ସ୍ୱାମୀ, ଶ୍ୱଶୁରଙ୍କ ସେବାରେ, ନିରନ୍ଧ୍ର ଶ୍ରମରେ। ଆଚ୍ଛା, ମୁଁ ଏଥର ଯାଏ ବାପା।ସ୍ନେହମୟୀ କର୍ମପରାୟଣା କନ୍ୟାର ଅନ୍ତରକୁ ନିରିଖେଇ ଦେଖିଲେ କନକନାରାୟଣ। ତାପରେ ପରମ ଶାନ୍ତିରେ ନିଦ୍ରାଗଲେ।ଆଃ, ଏ କ'ଣ ବାପା, ତୁମେ ଦୋ'ତାଲା ଉପରୁ ଆଜି ଓହ୍ଲେଇଆସିଛ? ମୋତେ କାହିଁକି ଡାକିଲନି? ଏକୁଟିଆ କାହିଁକି ଆସିଲ? ତା' ଛଡ଼ା ବଗିଚାକୁ ଘାସଗୁଡ଼ିକ ଶିଶିରରେ ଭିଜି ରହିଛି, ତୁମକୁ ଥଣ୍ଡା ଲାଗିବ। କେତେ କଷ୍ଟରେ ଜ୍ୱର ଟିକେ ଛାଡ଼ିଛି। କନ୍ୟାର ଉଦ୍ବିଘ୍ନ ମୁହଁକୁ ଚାହିଁ ହସିଲେ କନକନାରାୟଣ। କହିଲେ ମା', ବ୍ୟସ୍ତ ହୁଅନା। ପାଦ ଦୁଇଟାରେ ଏପର୍ଯ୍ୟନ୍ତ ବଳ ଅଛି ଜାଣି ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଖୁସି ହୋଇପଡ଼ିଲେ। ତେଣୁ, କ'ଣ କରିବି କିଛି ନଭାବି ନଚିନ୍ତି ଏଇଆଡ଼ୁକୁ ପଳେଇ ଆସିଲି। ତୁ ରାଗେନା ମାଆ।ଏ ଭୀମ, ଦୁଇଟା ଚେୟାର ଦେଇଗଲୁ, ହଁ ଏଇ କରଦୀ ଗଛ ତଳ ପକା। ଗଛଟା ବେଶି ଝଙ୍କାଳିଆ ଅଛି। ଘନ ପତ୍ର ଭେଦି ଥଣ୍ଡାଟା ଏଠି ସହଜେ ପଡ଼ିବନି। ତୁ ଏଥର ଯା, ଚୁଲି ଲଗା, ମୁଁ ଯାଉଛି ଯେ।ଦେବକୀ ଶୁଣ; ତୁମେ ଯାଅ କେଜିଏ ମାଂସ, ଅଧକେଜି କିମା, ବାରଟା ଅଣ୍ଡା, କିଛି ଭଲ ପନିପରିବାପତ୍ର ନେଇଆସ।ବାପା, ଆସ ତୁମେ ଏଇଠି ବସ। ପାଦ ଦୁଇଟି ଚେୟାର ଉପରକୁ ତୋଳିଦିଅ, ନହେଲେ ଥଣ୍ଡା ଲାଗିବ। ହଁ ହେଲେ, ତୁମକୁ କେତେ ଖୋଜିଲି ବାପା, ଏଘର ସେଘର ହୋଇ, ତା'ପରେ ତ ଡରିଗଲି। ମୋ ଶୋଇବା ଘର ଝରକାକୁ ଚାହିଁ ଦେଖେ ତ ତୁମେ ଏଇଠି ବୁଲୁଛ। ଡରିଗଲୁ କାହିଁକି ବା? କେଜାଣି ବାପା କାହିଁକି ଡରିଗଲି ମୁଁ ଠିକ୍ ବୁଝାଇପାରିବିନି। ତଥାପି ମୁଁ ଡରିଯାଇଥିଲି।ଟୁଲ୍ ଟା ଉଠିଲାଣି କି ନାହିଁ ମୁଁ ଟିକେ ଦେଖିଆସେ। ତୁମେ ଏଇଠି ବସ। ପାଞ୍ଚ ମିନିଟ୍ ପରେ ପୁଣି ଥରେ ଫେରିଆସିଲେ ଅଳକା। ଝିଅକୁ ଫେରିଆସିବାର ଦେଖି ବାପା ପଚାରିଲେ ଟୁଲ୍ ଉଠିଲାଣି ଲୋ ମାଆ?